ଝରକା ଦେଇ ବାଳ ସୂର୍ଯ୍ୟର ଲୋହିତ କିରଣ ପ୍ରବେଶ କରିଚି ଘର ଭିତରକୁ। ଘର ଭିତରର ଧୂଳି କଣା ଗୁଡ଼ିକ ଆଲୋକିତ ହୋଇ ଉଠିଚନ୍ତି ଉଡ଼ନ୍ତ ଅବସ୍ଥାରେ। ସେଇ ରଶ୍ମୀ ଭିତର ଦେଇ ଉମାଶଙ୍କରଙ୍କ ଦୃଷ୍ଟି ଆପେ ଘୂରି ଆସିଲା ସେଇ ଝରକା ନିକଟକୁ। ମନେପଡ଼ିଲା ତାଙ୍କର ଅଳ୍ପ ସମୟ ପୂର୍ବରୁ ସେଇ ଝରକା ଦେଇ ବାହାରକୁ ଚାହିଁ ରହିଥିବା ଅବସ୍ଥାରେ ବିଜୟାକୁ ସେ ଦେଖିଥିଲେ। ଚେୟାରଟା ସେଠି ସେମିତି ଅବସ୍ଥାରେ ପଡ଼ିଚି। ସେ ଆଗେଇ ଗଲେ ସେଇ ଝରକା ନିକଟକୁ। ମନରେ ତାଙ୍କର ସନ୍ଦେହ ଆଉ ଆଖିରେ ଅନୁସନ୍ଧାନର ଚିହ୍ନ। ଠିକ୍ ଯେମିତି ଭାବରେ ଯେଉଁ ଆଡ଼କୁ ମୁହଁ କରି ବିଜୟା ସେ ଚେୟାରଟା ଉପରେ ବସିଥିଲା, ସେମିତି ବସି ବାହାରକୁ ଚାହିଁଲେ ସେ। ସୂର୍ଯ୍ୟ ଯେତେବେଳକୁ ଚକ୍ରବାଳର ଉପରକୁ ଉଠି ଆସିଲେଣି କିନ୍ତୁ ସେଇ ନାରୀ। ଆଉ ପୁରୁଷ ମୂର୍ତ୍ତି ଦୁଇଟି ସେଇମତି ଠିଆ ହୋଇଛନ୍ତି ସେଇଠି। ପୁରୁଷଟି ଠିଆ ହୋଇଚି ଗୋଟିଏ ପୂର୍ଣ୍ଣଚ୍ଛେଦ ପରି ଆଉ ତାହାର ପାଖରେ ନଇଁ ପଡ଼ିଚି ନାରୀଟି ଏକ ପ୍ରଶ୍ନବାଚକ ଚିହ୍ନ ଭଳି। ବିଜୟାର ଟେବୁଲ୍ ଉପରେ ସେଇ ବୋଷ୍ଟ ଫଟୋଗ୍ରାଫ୍ଟି ଉପରେ ଆଉଥରେ ଦୃଷ୍ଟି ବୁଲାଇଲେ ଉମାଶଙ୍କର। ଫଟୋଟିର ଏହି ଯୁବକ ସହିତ ସମୁଦ୍ର କୂଳର ସେଇ ପୁରୁଷ-ସଂପୂର୍ଣ୍ଣ ଅଭିନ୍ନ। ବିଜୟା କ'ଣ ତେବେ ଏଇଥିପାଇଁ ଓହ୍ଲେଇ ଯାଇଚି ତଳକୁ? ମନରେ ତାଙ୍କର ପାପ ଛୁଇଁଲା। ତଳକୁ ଓହ୍ଲାଇ ଗଲେ ଉମାଶଙ୍କର। ଚଦରଟା କାନ୍ଧ ଉପରକୁ ଟାଣି ନେଇ, ପାଦରେ ସ୍ଳିପର୍ ଦି'ଟା ଗଳେଇ, ରାକ୍ରୁ ଛଡ଼ିଟା ଟାଣି ନେଇ ବାହାରି ଗଲେ ସମୁଦ୍ର କୂଳକୁ। ବେଳାଭୂମିର ଜନ ସମୁଦ୍ର ଭିତରେ ନିଜକୁ ମିଶାଇ ଦେଇ ତରୁଣୀ ସହିତ ଦଣ୍ତାୟମାନ ସେଇ ତରୁଣ ଯୁବକଟିକୁ ନିରୀକ୍ଷଣ କରିବାକୁ ଲାଗିଲେ ସେମାନଙ୍କର ଅଲକ୍ଷରେ। ଠିକ୍ ମିଳି ଯାଉଥିଲା, ସେଇ ମୁହଁ, ସେଇ ଆଖି, ସେଇ ଚାହାଣି। କେଉଁଠି ଟିକିଏ ମଧ୍ୟ ଅମେଳ ନାହିଁ। ପରି ଧାନରେ ଦାମି ସୁଟ୍। ମୁଣ୍ତରେ ଫେଲ୍ଟ ହ୍ୟାଟ। ହାତରେ ସୌଖିନ ଛଡ଼ି। ହସ ହସ ପ୍ରଶାନ୍ତ ମୁଖମଣ୍ତଳ। ମୁଗ୍ଧ, ଶାନ୍ତ ଦୃଷ୍ଟି, ଅନନ୍ତ ସମୁଦ୍ର ଅତିକ୍ରମି ଲମ୍ଵି ଯାଇଚି ପ୍ରଭାତର ଉଦୀୟମାନ ବାଳସୂର୍ଯ୍ୟ ଆଡ଼କୁ। ଏଭଳି ଏକ ସୁନ୍ଦର ସୁଶ୍ରୀଯୁବା ପୁରୁଷ ଯେ ବିଜୟାର ଡାଇରି ବର୍ଣ୍ଣିତ ଭୟାବହ ଦୁଷ୍କର୍ମର ନାୟକ ଏ କଥା କେହି କଳ୍ପନା କରି ପାରିବ ନାହିଁ ଲୋକଟିକୁ ଦେଖି। କିନ୍ତୁ ସେ ଫଟୋଗ୍ରାଫ…? ବିଜୟାର ଡାଇରୀ। ଭାରାକାନ୍ତ ମନ ଦେଇ ଉମାଶଙ୍କର ସମୁଦ୍ର କୂଳରେ ପଦଚାରଣ କରିବାକୁ ଲାଗିଲେ। ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା—ବିଜୟା, ବେଳାର ଗୋଟାଏ ଢାଲ ଉପରେ ଛିଡ଼ା ହୋଇ ଅନିମେଷ ଦୃଷ୍ଟିରେ ଚାହିଁ ରହିଚି ସେଇ ଯୁବକ ଆଡ଼କୁ। ଆଖିରେ ତା'ର କ୍ରୁଦ୍ଧା ସିଂହର ହିଂସ୍ର ଚାହାଣି। ମାର୍କୋଭିଚ ସିଗାରେଟ୍ର ଧୂଆଁ ଭିତରେ ଫେରି ଆସୁଥିଲା ରଞ୍ଜନ, ତା'ର ପୁରୀ ବାସର ଆଶ୍ରୟ 'ଓସେନ୍ ଭିଉ' ହୋଟେଲକୁ। ଦେହ ଉପରରେ ଦାମୀ ଉଲେନ୍ ସୁଟ୍ ତାକୁ ଗରମ ଯୋଗାଇବା ପକ୍ଷରେ ଯଥେଷ୍ଟ ନଥିଲା ହୁଏତ, ସେଇଥିପାଇଁ ମାର୍କୋଭିଚ ଟିଣ ଭିତରୁ ଟାଣି ଆଣୁଥିଲା ସେ ଗୋଟିଏ ପରେ ଗୋଟିଏ ସିଗାରେଟ୍ ତା'ର ସାହାଯ୍ୟକାରୀ ହିସାବରେ। ସିଗାରେଟ୍ଟା ସରି ଯାଇଚି। ତାକୁ ଫୋପାଡ଼ି ଦେଇ ସେ ତା' ଆଡ଼କୁ ଟିକିଏ ଚାହିଁଲା ବିଦ୍ରୂପ ଭରା ଭଙ୍ଗିରେ। ଜିଅନ୍ତା ମଣିଷକୁ ପୋଡ଼ି ଜାଳି ଶେଷ କରି ଦେଇଥିବା ମଣିଷ ଆଗରେ ତୁଚ୍ଛ ଏକ ସିଗାରେଟ୍ର ଭସ୍ମିଭୂତ